ତାକୁ ତୁମେ ଜିତିପାରିଲେ ଜିଣିବ, ତୁମଠାରୁ ବୀର ଓ ବୁଦ୍ଧିଆ ଆଉ କେହି ନାହିଁ। ବିଜୟ ରାୟ ହସି ହସି କହିଲେ, ଇଏ ବା କିବା କଥାଟେ ମୁଁ ଏହା କରିଦେଲେ ତୁମେ ସାରା ଜୀବନ ମୋ ଆଦେଶ ମାନି ଚଳିବ ତ? ଜୟଶ୍ରୀ କହିଲା, ନିଶ୍ଚୟ, ମାତ୍ର ଯଦି ଆପଣ ରାଜକୁମାରୀକୁ ବୁଦ୍ଧିରେ ହରାଇ ନ ପାରନ୍ତି, ତେବେ ଆପଣଙ୍କୁ ମୋ ଆଦେଶ ମାନିବାକୁ ପଡ଼ିବ। ଏଥିରେ ଆପଣ ରାଜି ତ? ରାଜକୁମାର ଏଥିରେ ରାଜି ହୋଇଗଲେ। ଆଉ କାଳବିଳମ୍ବ ନ କରି ସେ ତା ପରଦିନ ଜୟଗଡ଼ ଆଡ଼କୁ ଘୋଡ଼ା କସି ଦେଲେ। ଜୟଗଡ଼ ବହୁତ ଦୂର। କେତେ ଦିନ ପରେ ରାଜକୁମାର ଜୟଗଡ଼ରେ ପହଞ୍ଚିଲେ। ସେଇ ଦୁର୍ଗର ପାଚିରି, ଘର ସବୁ କଳା ରଙ୍ଗର। ତା ଉପରେ ଶହ ଶହ କଳା ପତାକା ଉଡ଼ୁଥାଏ। କେବଳ ଗଡ଼ ମଝିରେ ଥିବା ଗୋଟିଏ କୋଠା ଉପରେ ଧଳା ରଙ୍ଗର ପତାକାଟିଏ ଉଡ଼ୁଥାଏ। ସେଇ ଘରଟି ହେଉଛି, ରାଜକୁମାରୀ ରୂପବତୀଙ୍କ ମହଲ। ସେ ଦେଖିବାକୁ ଯେମିତି ଅପୂର୍ବ ରୂପବତୀ, ସେହିପରି ଗୁଣବତୀ। ଯିଏ ତାଙ୍କୁ ବିଦ୍ୟା, ବୁଦ୍ଧିରେ ହରାଇବ, ସିଏ ତାଙ୍କୁ ବିବାହ ହେବେ। କେହି ତାଙ୍କୁ ଜିତି ପାରୁ ନ ଥିଲେ। ଏଣୁ ସେ ପର୍ଯ୍ୟନ୍ତ ବାହା ହୋଇ ନ ଥାନ୍ତି। ଯିଏ ଆସେ ସେ ତାଙ୍କ ପାଖେ ହାରେ। ସେଇମାନଙ୍କ ନାମରେ ଗଡ଼ରେ ଶହ ଶହ କଳା ପତାକା ଉଡ଼ୁଛି। ରାଜକୁମାରୀଙ୍କ ପଣ ହେଉଛି, ଯିଏ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରିବ, ସିଏ ସେଇ କଳା ଦୁର୍ଗରେ ମୂଲିଆ ହୋଇ ରହିବ, ତା ନାମରେ ପାଚେରିରେ କଳା ପତାକା ଉଡ଼ିବ। ରାଜକୁମାର ସେଠାରେ ପହଞ୍ଚି ଏସବୁ ଶୁଣିଲେ। ସେଠିକାର ଲୋକେ କହିଲେ, ବାବୁ, ରାଜକୁମାରୀକୁ ବାହା ହେବା ଆଶାରେ କାହିଁକି ଜୀବନଟା ନଷ୍ଟ କରିବ? ସେଠିକି ମୋଟେ ଯାଅନା। ଭଲ ଗତି ଅଛି ତ ଘରକୁ ଫେରିଯାଅ। ରାଜକୁମାରିଙ୍କ ସେ ବିଷୟରେ କାନ ନ ଦେଇ ଗଡ଼ର ଫାଟକ ପାଖେ ଯାଇ ପହଞ୍ଚିଲେ। ଫାଟକର ପହରାବାଲା ତାଙ୍କୁ ସଲାମ କଲା। ରାଜକୁମାର ଆସିବାର କାରଣ କହିବାରୁ ରୂପବତୀଙ୍କ ମହଲକୁ ସେଇ ଖବର ପଠାଗଲା। ମନ୍ତ୍ରୀ ଆସିଲେ, ରାଜକୁମାରଙ୍କୁ ସ୍ୱାଗତ ଜଣାଇ ତାଙ୍କୁ ରାଜକୁମାରୀଙ୍କ ମହଲକୁ ପଠାଇଦେଲେ। ରାଜକୁମାରୀ ଗୋଟିଏ ପରଦା ଆଢ଼ୁଆଳରେ ବସିଥାନ୍ତି। ଏହିପରି ଭାବେ ବିଜୟ ରାୟଙ୍କ ସହିତ ତାଙ୍କର କଥାବାର୍ତ୍ତା ଆରମ୍ଭ ହେଲା। ଅଳ୍ପ ହସି ସେ କହିଲେ, କୁମାର ଏବେ ବି ସମୟ ଅଛି। ସବୁ କଥା ବିଚାର ଏଠାକୁ ଆସିଛ ତ? ରୂପବତୀ ପ୍ରକୃତ ବୁଦ୍ଧିମାନ୍ ଓ ଚତୁର ଲୋକକୁ ହିଁ ବିବାହ କରିବ। ମୋ ପ୍ରଶ୍ନର ଠିକ୍ ଠିକ୍ ଉତ୍ତର ଦେଇପାରିଲେ ଏଇ ଗଡ଼ ଓ ରାଜ୍ୟ ହେବ ତୁମର, ମାତ୍ର ଠିକ୍ ଉତ୍ତର ଦେଇ ନ ପାରିଲେ ମୋ ଗଡ଼ରେ ତୁମକୁ ସାରା ଜୀବନ ମଜୁରିଆ ହେବାକୁ ପଡ଼ିବ। ଏଇ କଳା ପତାକାକୁ ଦେଖୁଛ ତ? ଏମିତି ଗୋଟିଏ କଳା ପତାକା ତୁମ ନାମରେ ପାଚେରି ଉପରେ ଉଡ଼ିବ। ଏଥିରେ ତୁମେ ରାଜି ତ? ବିଜୟ ରାୟ ନିର୍ଭୀକ ଭାବେ କହିଲେ, ହଁ ମୁଁ ଏସବୁ ଜାଣି ଏଠାକୁ ଆସିଛି। ସ୍ତ୍ରୀ ଲୋକଙ୍କ ବୁଦ୍ଧି କେତେ ତାହା ମତେ ଜଣା। ତୁମେ ମୋତେ କି ପ୍ରଶ୍ନ ପଚାରିବ ପଚାର। ରାଜକୁମାରୀ ମନେ ମନେ ବିରକ୍ତ ହୋଇ କହିଲେ, ବେଶ୍, ଭଲ କଥା। ଏଥର ତୁମ ବୁଦ୍ଧି ପରଖା ଯାଉ। ଆଚ୍ଛା କୁହ ଦେଖି ଏକ କ'ଣ? ଏ ହେଉଛି ମୋର ପ୍ରଥମ ପ୍ରଶ୍ନ। ଶୀଘ୍ର ଏହାର ଉତ୍ତର ଦିଅ! ରାଜକୁମାର ଏପରି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଏହାର କ'ଣ ଉତ୍ତର ହେବ, ସେ ଠିକ୍ କରିପାରିଲେ ନାହିଁ। ଚିଡ଼ିଯାଇ ସେ କହିଲେ, ଏକ ଏକ ପୁଣି କ'ଣ ଏଇଟା କ'ଣ ଗୋଟିଏ ପ୍ରଶ୍ନ? ଠିକ୍ ପ୍ରଶ୍ନ ପଚାରନ୍ତୁ। ରାଜକୁମାରୀ ହସି ଉଠିଲେ। ସେ ଦୁଇ ଥର ତାଳି ବଜାଇବା ମାତ୍ରେ ଚାରି ଜଣ ସିପାହି ଆସି ସେଇ ଘରେ ହାଜର ହାଜର ହୋଇଗଲେ। ରାଜକୁମାରଙ୍କୁ ଦୁଇ ପଟୁ ଘେରି ଠିଆ ହୋଇଗଲେ। ରାଜକୁମାରୀ କହିଲେ, କୁମାର, ଏହି ପ୍ରଶ୍ନର ଉତ୍ତର ହେଉଛି ଈଶ୍ୱର। ସେ ହେଉଛନ୍ତି ଏକ, ମାତ୍ର ତୁମେ ଏ ଉତ୍ତର ଦେଇପାରିଲ ନାହିଁ। ଏପରି ସମୟରେ ଗଡ଼ ରୋଷେଇଆ ଆସି ସେଇଠି ପହଞ୍ଚିଲା। ରାଜକୁମାରୀଙ୍କୁ ନମସ୍କାର କରି କହିଲା, ରାଣୀ ସାହେବା, ଗଡ଼ରେ ଚାରି ପାଞ୍ଚ ଶହ ଲୋକଙ୍କ ଲାଗି ରୋଷେଇ କରିବାକୁ ହେଉଛି।